ସେ ଲୋପାମୁଦ୍ରାକୁ ଆଉ ମନେ ପକାଇ ଲାଭ କ'ଣ? କିନ୍ତୁ। ନାଁ ଲୋପାମୁଦ୍ରାକୁ ସହଜରେ ଭୁଲିଯାଇ ହେଉନାହିଁ। ଯେଉଁ ଦୁର୍ବଳତା ନେଇ ଲୋପାମୁଦ୍ରା ହୋଇଥିଲା ହେମକାନ୍ତର ଅତି ଆପଣାର-ସେହି ଦୁର୍ବଳତା ହିଁ କେବଳ ଗ୍ରାସ କରୁଛି ହେମକାନ୍ତର ବର୍ତ୍ତମାନକୁ। ଲୋପାମୁଦ୍ରା ହେମକାନ୍ତର ଏକ ଉଲଗ୍ନ ଦୁର୍ବଳ ଆତ୍ମଲିପି ଲୋପାମୁଦ୍ରା। ଆଜି ଦୂରେଇ ଦେଇଛି ହେମକାନ୍ତକୁ। ଆଜି ନିହାତି ପର କରି ଦେଇଛି ହେମକାନ୍ତକୁ। ଦିନ ଥିଲା-ଯେତେବେଳେ ସେ ହେମକାନ୍ତକୁ କରିଥିଲା ନିହାତି ଆପଣାର ନିହାତି ନିଜର। ସ୍ପଷ୍ଟ ହୋଇ ସବୁକଥା ମନେପଡ଼ୁଛି ହେମକାନ୍ତର। ସେଦିନ ଅଧ୍ୟାପକ ଓ ଛାତ୍ରମାନଙ୍କୁ ନେଇ କଲେଜରେ ଗୋଟିଏ ଆଲୋଚନା ସଭା ହୋଇଥିଲା। ସଭାଟିକୁ ଏକ ଗୁରୁତର ଆଲୋଚନା ସଭା ବୋଲି କୁହାଯାଇପାରେ। ଖବର କାଗଜ ଲେଖୁଥିଲେ-ଭାରତର ଖାଦ୍ୟ ସମସ୍ୟା ଗୁରୁତର। ଏ ବର୍ଷ ଏ ସମସ୍ୟାକୁ ଅଧିକ ଗୁରୁତର କରିଛି ଶସ୍ୟ କ୍ଷେତ୍ରରେ କୀଟ ଆକ୍ରମଣ। ହଜାର ହଜାର ଏକର ଜମିରେ ପୋକ ଲାଗି ଶସ୍ୟକୁ ନଷ୍ଟ କରି ପକାଉଛନ୍ତି। ଅଧିକ ଅମଳକ୍ଷମ ତାଇଚୁଙ୍ଗ୍ ନେଟିଭ୍ୱାନ୍ଧାନର ଭାଗ୍ୟ ସବୁଠାରୁ ଅଧିକ ସାଂଘାତିକ୍। ହୁଏତ ଆଉ ସାମାନ୍ୟ ଦିନ ପରେ ଶସ୍ୟକ୍ଷେତ୍ର କେବଳ ଚରାଭୂଇଁ ହୋଇଯିବ। ସମ୍ବାଦ ପାଇ ଛାତ୍ର, ଅଧ୍ୟାପକ, ନେତା, ବ୍ୟବସାୟୀ, ଖାଉଟୀ, ସମସ୍ତେ କେବଳ ହା-ହା-କାର କରି ଉଠିଲେ। କିନ୍ତୁ ଏ ଅମସ୍ଥାର ବା ସମାଧାନ କ'ଣ? ଭାବୀ ଖାଦ୍ୟାଭାବର ଭୟଙ୍କରତା ପ୍ରତି ସତର୍କ ହୋଇ ପଡ଼ିଥିଲେ ସମସ୍ତେ। କେବଳ ସେଇଥିପାଇଁ ଏ ଆଲେଚନା ସଭା-। ସଭାର ଆଲୋଚନା ପରେ ସରକାରଙ୍କୁ ଜଣାଇ ଦିଆଯିବ-ଖାଦ୍ୟଶସ୍ୟ ନିୟନ୍ତ୍ରଣ କରାଯାଉ। ପ୍ରଦେଶ ବାହାରକୁ ଯାଉଥିବା ଖାଦ୍ୟଶସ୍ୟର ଚାଲାଣ ବନ୍ଦ କରି ଦିଆଯାଉ। ସତେ ଅବା ତାଙ୍କ ହିସାବ ଏ ଦେଶର ଖାଦ୍ୟ ସମସ୍ୟାକୁ ଦୂର କରି ଦେବ। ସେ କହନ୍ତି ଗତ ଦଶ ବର୍ଷ ତଳେ ଦେଶର ନାଗରିକମାନଙ୍କ ଆୟ ଯେତେ ଥିଲା, ଆଜି ତାହାଠାରୁ ବେଶୀ ହୋଇଛି। ହେଲେ ତଥାପି କାହିଁକି ଯେ ଅଭାବ ପଡ଼ୁଛି-ତାହା ବୁଝି ହେଉନାହିଁ। ଅର୍ଥଶାସ୍ତ୍ରର ଉକ୍ତିଟିକୁ ଗୁରୁତର ଭାବେ ପରୀକ୍ଷା କରୁଛନ୍ତି ଦର୍ଶନ ଶାସ୍ତ୍ରର ଅଧ୍ୟାପକ। ତାଙ୍କ ନିକଟରେ ଅର୍ଥନୀତିୀ ହିସାବ ନିକାସ ନ ଥିଲେ ମଧ୍ୟ ଅଧ୍ୟାପକ। ତାଙ୍କ ନିକଟରେ ଅର୍ଥନୀତିର ହିସାବ ନିକାସ ନ ଥିଲେ ମଧ୍ୟ ସେ କହନ୍ତି ଅଭାବ ହିଁ ବର୍ତ୍ତମାନର ମଣିଷକୁ କେବଳ ରୁଗ୍ଣ କରିବାରେ ଲାଗିଛି। ସଭା ଆରମ୍ଭ ହୋଇଛି ଜଣ ପରେ ଜଣେ ବକ୍ତା ତାଙ୍କର ବକ୍ତୃତା ଦେବାରେ ଲାଗଛନ୍ତି ଆଲୋଚନା ସଭାର ଗୋଟାଏ ଜଣରେ ବସି ଭାବୁଛି ଲୋପାମୁଦ୍ରା। ''ବିଂଶ ଶତାବ୍ଦୀର ଲୋକଗୁଡ଼ାକ କି ନିର୍ବୋଧ ସତେ! ଭାରତର ଖାଦ୍ୟ ସମସ୍ୟା ନେଇ ଏମାନେ ଯେତେ ଚିନ୍ତିତ ନୁହଁନ୍ତି ସେତେ ଚିନ୍ତିତ ନିଜର ଭାଷଣ ପାଇଁ ପ୍ରଶଂସା ନେବାର। '' ଠିକ୍ ଏମିତିବେଳେ ଭାଷଣ ଦେଲେ ଅଧ୍ୟାପକ ହେମକାନ୍ତ। ମନ ଦେଇ ଶୁଣୁଥିଲା ଲୋପାମୁଦ୍ରା। ନାଁ ତଥାପି ହେମକାନ୍ତଙ୍କ ଗଠନମୂଳକ ପ୍ରସ୍ତାବକୁ ସ୍ୱୀକାର କରିପାରୁନି ଲୋପାମୁଦ୍ରା। ସଭାମଞ୍ଚକୁ ଉଠିଗଲା ସେ। ପ୍ରସିଦ୍ଧ ଯାଦୁକରର ହାତ କାରସାଦିକୁ ଦର୍ଶକ ଦଳ ଅପଲକ ନୟନରେ ଚାହିଁ ରହିବା ଭଳି ଲୋପାମୁଦ୍ରାକୁ ଚାହିଁଥିଲା ସମଗ୍ର ସଭାସ୍ଥଳ। ମଞ୍ଚଉପରେ ଠିଆ ହେଲା ଲୋପାମୁଦ୍ରା। କର୍କଶ ସ୍ୱରରେ କହିଲା-''ପ୍ରିୟ ସଭାପତି, ଅଧ୍ୟାପକ ଓ ସହପାଠୀ, ସହପାଠିନୀ। ମୁଁ ଭାଷଣ ଦେବାକୁ ମଞ୍ଚ ଉପରକୁ ଆସିନି। ଅଭିନୟର ପାଟବତା ବା ଭାଷଣର ଚାତୁର୍ଯ୍ୟ ଉପରେ ମୋର ବିଶ୍ୱାସ ନାହିଁ। ମୋ ମତରେ ଖାଦ୍ୟଶସ୍ୟର ନିୟନ୍ତ୍ରଣ ଏକ ଭାବୀ ଯୋଜନା। କିନ୍ତୁ ବର୍ତ୍ତମାନର ମୁଖ୍ୟ ସମସ୍ୟା ହେଉଛି ଶସ୍ୟକ୍ଷେତ୍ରରୁ କୀଟନାଶନ। ଏଥିପାଇଁ ପନ୍ଦର ଦିନ କଲେଜ ବନ୍ଦ ରହୁ। ଅଧ୍ୟାପକ ଓ ଛାତ୍ରମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ଶସ୍ୟକ୍ଷେତ୍ରକୁ ଚାଲନ୍ତୁ। ଲୋକମାନଙ୍କୁ ପୋକମରା ଔଷଧ ପକାଇବା ଶିଖାନ୍ତୁ ଓ ନିଜେ ଖଟନ୍ତୁ। ଆବଶ୍ୟକୀୟ ସ୍ପ୍ରେ ଯନ୍ତ୍ରପାଇଁ ସରକାରଙ୍କୁ ଆବେଦନ କରାଯାଉ। ବ୍ୟକ୍ତିଗତ ଚେଷ୍ଟାରେ ମଧ୍ୟ ଆମ ତରଫରୁ କିଛି ଯୋଗାଡ଼ କରାଯାଉ। ତା' ହେଲେ ଯାଇ ଏ ସମସ୍ୟାର ସମାଧାନ ସମ୍ଭବ। '' ତଟସ୍ଥ ହୋଇ ଚାହିଁ ରହିଲେ ସମସ୍ତେ। ଲୋପାମୁଦ୍ରାର ଯୁକ୍ତି ଅକାଟ୍ୟ। କେବଳ ଭାଷଣ ବା ପ୍ରସ୍ତାବରେ ସମସ୍ୟାର ସମାଧାନ ହୋଇପାରେନି। ବ୍ୟକ୍ତିଗତ ଚେଷ୍ଟା ବଳରେ ହିଁ ସମସ୍ୟାକୁ ଜୟ କରି ହୁଏ। କରତାଳି ମାଡ଼ରେ କମ୍ପିଉଠିଲା ସଭା ମଣ୍ଡପ। ହଠାତ୍ କଲେଜର ଅଧ୍ୟକ୍ଷ ମହାଶୟ ଗମ୍ଭୀର ହୋଇ ଠିଆ ହୋଇଗଲେ।